ସେ ନିଜେ ଆସି ବସେ, ଗପ ସପ କରେ ,ମାଷ୍ଟ୍ରେ ଆଇ. ଏସ୍. ସି. ପରେ ଆପଣ କ'ଣ ପଢ଼ିବେ? ବି. ଏସ୍. ସ। ମୁଁ କିନ୍ତୁ କ'ଣ କରିବି କିଛି ଭାବିନି। କାହିଁକି ଡାକ୍ତରୀ ପଢ଼ିବ। ଶୁଣିଚି, ଡାକ୍ତରୀ ପଢ଼ିଲେ, ଝିଅଗୁଡ଼ାକ କୁଆଡ଼େ ଅସତୀ ହୋଇଯାଆନ୍ତି, ସେଥିଲାଗି ଲାଇସେନ୍ସ ମିଳେ ବୋଲି। ଛି ! ତାହାହେଲେ, ମୁଁ ସେ ପାଠ ପଢ଼ିବିନି।ମଣିଷର ବଡ଼ କଥା ହେଲା ଚରିତ୍ର | ସ୍ୱାମୀ ପ୍ରଣବାନନ୍ଦଙ୍କ ପାଖକୁ ଚିଠି ଲେଖ, ସେ ପ୍ରାଞ୍ଜଳ ଭାବରେ ସବୁ କଥା ବୁଝାଇ ଦେଇ ପାରିବେ। ନଚେତ ସେ ଲେଖିବେ, ତାଙ୍କର ଅମୁକ ବହିରୁ ଖଣ୍ଡିଏ କିଣି ପଢ଼ ବୋଲି। ସେ କ'ଣ ଲେଖିବେ କ'ଣ ତୁମେ ଜାଣନି? ଜାଣେ, ସେ ଲେଖିବେ, ମୁଣ୍ଡରେ ତେଲ ଲଗାଅନି, ନାଇଲନ ଶାଢ଼ି ପିନ୍ଧିନି, ବିଳାସ ବ୍ୟସନରେ ମାତନି। ହେମନ୍ତ ସମ୍ଭବତଃ ନିରୋଜାକୁ ସେତେବେଳ ଖୁବ୍ ନିରେଖି ଚାହିଁଥିଲା ନଚେତ୍ ଏ କଥାଗୁଡ଼ାକ ନିଶ୍ଚିନ୍ତ ଭାବରେ ସେ ଏଡ଼େବେଗ କହି ପାରନ୍ତା ନାହିଁ। ନିରୋଜା ମୁଣ୍ଡର ବାସନାରେ ଘରଟା ସେତେବେଳକୁ ଚହଟି ଉଠୁଥିଲା। ନାଇଲନ ଶାଢ଼ୀ ତଳୁ ସେ ଯୌବନର ସମସ୍ତ ନକ୍ଷତ୍ରଗୁଡ଼ାକ ଭଲ ଭାବରେ ଦେଖି ପାରୁଥିଲା। ବର୍ତ୍ତୁଳ ନୟନାଭିରାମ ଉଦ୍ଧତ ଦୁଇଟି ବିନ୍ଦୁ। ବକ୍ଷର ମସୃଣ ସୁସ୍ନିଗ୍ଧ ପ୍ରାନ୍ତର ମଧ୍ୟରେ ସ୍ଥିର ଅଚଳ ଦୁଇଟି ପେଣ୍ଡୁ। ସୁସ୍ତୀର କ୍ରୀଡ଼ାସାମଗ୍ରୀ। ଖେଳୁଆଡ଼ ଅଭାବରେ ଏ ଦୁଇଟିର କି ଦୂରବସ୍ଥା! କି ଆବେଗତା, ନନ୍ଦାଙ୍ଘୁଟି ଶୃଙ୍ଗର ଆରୋହଣ ସରିଲା, ଆଗରୁ ଏଭେରେଷ୍ଟ୍ ବିଜୟ ସରିଚି କିନ୍ତୁ ଏହାର ବିଜୟ ଏଯାଏଁ ସମ୍ଭବ ହୋଇନି। ବରଫତରଳିବ, ଗଛରୁ ପତ୍ର ଝଡ଼ିଯିବ, ଫୁଲରୁ ପାଖୁଡ଼ା ଝଡ଼ିଯିବ, ତା ପରେ ଶୃଙ୍ଗାରୋହଣର ଆୟୋଜନ? ବୃଥା! ପ୍ରେରଣା ନଥିବ, ଉଦ୍ଦମତା ନ ଥିବ, ସରସତା ନଥିବ, ତାରି ଭିତରେ ସ୍ଥବିର ଅଙ୍ଗରେ ଜବରଦସ୍ତି ଯୌବନର ପୁଟି ମଡ଼େଇ ଲମ୍ବା ପାଦ ପକେଇବାରେ କି ଆନନ୍ଦ। ଟିକକ ପରେ କ୍ଲାନ୍ତି। ପଣ୍ଡା ଘର ଟିଉସନରୁ ହେମନ୍ତର କିଛି ଆର୍ଥିକ ଲାଭ ହେଉ ବା ନହେଉ, ସ୍ୱାସ୍ଥ୍ୟ ବିକାଶ ଦିଗରେ ଯଥେଷ୍ଟ ଲାଭ ହୋଇଥିଲା। ବାଘ ଭଳି ଅତି ଆମିଷାଶୀ ପଣ୍ଡାଏ, ଯାତ୍ରୀମାନଙ୍କ ଆଗରେ ବଡ଼ ମଧୁର ଓ ଅଧ୍ୟାତ୍ମିକ ଭାବରେ ବଖାଣନ୍ତି ଯେ, ସେମାନେ କଟ୍ଟର ନିରାମିଷାଶୀ କିନ୍ତୁ ଘରକୁ ଫେରିଲାବେଳେ ହାତରେ ଭାକୁର, ଇଲିସ କିଛି ନହେଲେ ମଧ୍ୟ ଗଣ୍ଡେ ଚିଙ୍ଗୁଡ଼ି ଧରି ଆସନ୍ତି। ମଧ୍ୟାହ୍ନ ଭୋଜନରେ ଏତକ ପ୍ରମାଦ ସେବନ ନ କଲେ ନ ଚଳେ। ସୁଷମ ଖାଦ୍ୟର ସର୍ବାଂଶ ଭକ୍ଷଣ କରିବା ପରେ ସ୍ୱାସ୍ଥ୍ୟଗଠନ ସହଜେ ହୋଇ ନ ଥାଏ। ପ୍ରୋଟିନ୍, ଭିଟାମିନ୍, ଏ. ବି. ସି. ଡ଼ି ସବୁଗୁଡ଼ାକ ତାଙ୍କରି ଖାଦ୍ୟରେ। ତା'ନହୋଇ ଥିଲେ, ବାଇସି ବର୍ଷ ବୟସରେ ହେମନ୍ତର ଓଜନ ତୈ ତୈଇଆଲବେ ପାଉଣ୍ଡରୁ ବଢ଼ି ଶହେ ଚଳିଶି ହୁଅନ୍ତା ନାହିଁ। ଗାଲ ଦିଇଟା ଫୁଲକା ଫୁଲକା, ଉଜ୍ଜ୍ୱଳ ସୁପ୍ରଭ ଦିଇଟା ଆଖି, ଲମ୍ବା ଚଉଡ଼ାଛାତି, ଗୋରା ଗୋରା ଚମଡ଼ା। ବେଶ ସୁଠମ ସୁନ୍ଦର ଦିଶୁଥିଲା ହେମନ୍ତ। ଏଇତ ଗଲା ସ୍ୱାସ୍ଥ୍ୟ! ଅତି ପ୍ରତିଭାଶାଳୀ ଜ୍ଞାନୀ ନଥିଲା ହେମନ୍ତ। ଯାହା ପିଲାଦିନେ ସ୍କୁଲରେ ଅଲଗା ବହି କିଛିଟା ପଢ଼ିଥିଲା, ଅଧିକା ଜ୍ଞାନ ବୋଇଲେ ସେଇତକ। ହେମନ୍ତର ଅପ୍ରଶଂସା ଗାନ କରିବା ମୋର ଉଦ୍ଦେଶ୍ୟ ନୁହେଁ। ମୋର କହିବାର ଉଦ୍ଦେଶ୍ୟ ହେଉଛି, କଲେଜର ସେକେଣ୍ଡ ଇଅର ଆର୍ଟସରେ ପଢ଼ି, ମାଟ୍ରିକୁଂଲେସନ ଉତ୍ତୀର୍ଣ୍ଣ ଜଣେ ଚଞ୍ଚଳମତି ବାଳିକା ଅର୍ଥାତ୍ ସରୋଜାକୁ ପାଠ ପଢ଼େଇବା ଭଳି ବିଦ୍ୟା ତାର ନଥିଲା କିନ୍ତୁ ସେ ଯେଉଁ ବିଚକ୍ଷଣ ବିଶେଷ ବୁଦ୍ଧିର ଅଧିକାରୀ ଥିଲା, ସେଇଟାହିଁ ତାର ଅଜ୍ଞାନତାକୁ ବେଶ ଭଲ ଭାବରେ ଘୋଡ଼ାଇ ଦେଇ ପାରୁଥିଲା। ଏହି ବିଶେଷ ବୁଦ୍ଧିଟା ହେଉଚି ଠିକ୍ ଖବର କାଗଜର ଦୈନିକ ସଂପାଦକୀୟ ବା ଅଗ୍ରଲେଖା ବା ସମାଲୋଚନା ବହି ଲେଖିବାର ଚତୁରତା। ଟିକିଏ ବୁଝେଇଦେବା ବୋଧହୁଏ ଦରକାର ହେଉଚି। କୋଡିଏଶହ ପୃଷ୍ଠାର ବହି ଲେଖି ଦେଇ ଥାଆନ୍ତି ଏବଂ ପାଠକଙ୍କଠାରୁ ଭୂ ଭୂୟସୀ ପ୍ରଶଂସାର ଦାବୀ କରି ବସନ୍ତି ସେହିଭଳି ହେମନ୍ତ ଟିଉସନ କରେ।